ବଡ଼ ଦେଉଳର ଦିଅଁ ଦେଖିବାକୁ ଚାହିଁଲେ ବାଇଶି ପାଉଛ ଅତିକ୍ରମ କରିବାର କ୍ଳାନ୍ତିକୁ ଭୁଲିଯାଇ ହେବନାହିଁ। ସମଗ୍ର ଦିନ ଭିତରେ ହସିବାର ସମୟ ହୁଏତ ମାତ୍ର କେତେ ମିନିଟ୍। ଆଉ ସବୁ ସମୟରେ ହୁଏତ ନୀରବତା ନ ହେଲେ ଦୁଃଖ ନତୁବା ଶୟନ। ତା'ହେଲେ ତୁମେ କେବିତି କହୁଛ ଯେ ସୁଖ ହିଁ ଜୀବନର ସର୍ବସ୍ୱ ଆଶ୍ଚର୍ଯ୍ୟ ହୁଏ ଚନ୍ଦ୍ରାବତୀ ଜୀବନ ସମ୍ୱନ୍ଧରେ ଏ ନୂତନ ବ୍ୟାଖ୍ୟା ଶୁଣି। ପର ମୁହୂର୍ତ୍ତରେ ପୁଣି ଆଶା ବାନ୍ଧି ଯୁକ୍ତି କରିବାକୁ ଚାହେଁ ସେ। କିନ୍ତୁ ଶିକ୍ଷିତା ଲୋପାମୁଦ୍ରା ନିକଟରେ ହାରମାନେ ତା'ର ସମସ୍ତ ଯୁକ୍ତି। କିନ୍ତୁ ତର୍କଶାସ୍ତ୍ରର ଅଧ୍ୟାପିକା ଭଳି ଅନାୟାସରେ ଲୋପାମୁଦ୍ରା ପରାସ୍ତ କରେ ଚନ୍ଦ୍ରବତୀକୁ। ଚନ୍ଦ୍ରବତୀ କହେ ମଣିଷ ମନରେ ସୁଖ ଆଣିଦେ ଆଣିବାପାଇଁ ସମାଜ ହିଁ ଦାୟୀ। ଏ ସମାଜ ଅନେକ ସମୟରେ ସୁଖ ଦେବାକୁ ଅକ୍ଷମ ହୁଏ ତେଣୁ ମଣିଷ ହୁଏ ଦୁଃଖୀ। ଚନ୍ଦ୍ରାବତୀର ଯୁକ୍ତିକୁ ହସରେ ଉଡ଼ାଇ ଦିଏ ଲୋପାମୁଦ୍ରା। ଯୁକ୍ତି କରି କହେ ନିଜ ଉପରେ ଅସୀମ ବିଶ୍ୱାସ ରଖ ଚନ୍ଦ୍ରାଅପା! ତା'ହେଲେ ସବୁ ଦୁଃଖ ଆପେ ଆପେ ଦୂରେଇ ଯିବ। ସୁଖ କେହି କାହାକୁ ଦିଏନାହିଁ ନିଜେ ମଣିଷ ଖୋଜି ନିଜ ପାଇଁ ପାଏ। '' ନୀରବ ରୁହେ ଚନ୍ଦ୍ରାବତୀ ବେଳେ ବେଳେ ଯୁକ୍ତି ଦେହରେ ଯୋଗ ଦିଅନ୍ତି ଶାନ୍ତନୁ। ଚନ୍ଦ୍ରାବତୀକୁ ସାହାଯ୍ୟ କରିବା ପାଇଁ ମଧ୍ୟ ସେ ନିଅନ୍ତି ଚନ୍ଦ୍ରାବତୀର ପକ୍ଷ। ଆନନ୍ଦିତା ହୁଏ ଚନ୍ଦ୍ରାବତୀ ସେଦିନ ସକାଳର ଘଟଣା ସକାଳୁ ସହଳ ସହଳ ଚାହାଟିକେ ନପାଇ ଆପତ୍ତି କରିବେ ବୋଲି ଚନ୍ଦ୍ରାବତୀର କୋଠରୀକୁ ପଶିଆସିଲେ ଶାନ୍ତନୁ। ଦେଖିଲେ ତଥାପି ସେଯାଏ ଶୋଇଛି ଚନ୍ଦ୍ରାବତୀ ବିଛଣା ନିକଟକୁ ଲାଗି ଆସି କହିଲେ''ଏ କ'ଣ ଚନ୍ଦ୍ରା, ଆଜି ଏ ପର୍ଯ୍ୟନ୍ତ ଶୋଇଛ ଯେ? '' କଷ୍ଟରେ ମୁଣ୍ତ ଉଠାଇ ଚନ୍ଦ୍ରାବତୀ କହିଲା ''ନାଁଇ କାଲି ରାତିରୁ କାହିଁକି ଦେହଟା ଖରାପ ଖରାପ ଲାଗୁଛି। ସେଥିପାଇଁ ଉଠିବା ଡେରି ହେଇଗଲା। '' ତରବରରେ ଶାନ୍ତନୁ ଖଟ ପାଖକୁ ଲାଗିଯାଇ ଚନ୍ଦ୍ରାବତୀ ଦେହରେ ହାତମାରି ଚମକି ଉଠିଲେ''ଏଁ ଏତେ ତାତି? '' ହସି ହସି ଚନ୍ଦ୍ରାବତୀ କହିଲା ''ନାଁ ଇଏ କିଛି ନୁହେଁ। ଜୀବନରେ ଅନେକ ପାଣି କାଦୁଅରେ ବୁଲିଛି ଏମିତି ଅନେକ ଥର ମଧ୍ୟ ଜର ଆକ୍ରମଣ କରିଛି। ହେଲେ କିଛି କ୍ଷତି ପାରିନାହିଁ। '' ଚନ୍ଦ୍ରାବତୀର ସାହସ ଦେଖି ଅବଶ୍ୟ ବିସ୍ମିତ ହୋଇଥିଲେ ଶାନ୍ତନୁ। ସଙ୍ଗେ ସଙ୍ଗେ ଫୋନ କଲେ ଡାକ୍ତର ବନ୍ଧୁଙ୍କ ନିକଟରେ। ଡାକ୍ତର ଆସିଲେ। ପରୀକ୍ଷା କଲେ। ଔଷଧର ବ୍ୟବସ୍ଥା କଲେ। ସେମିତି ଖଟ ଉପରେ ବସି ରହିଥାନ୍ତି ଶାନ୍ତନୁ। ଲୋପାମୁଦ୍ରାକୁ ଜର ହୋଇଥିଲେ ଶାନ୍ତନୁ ଯେତିକି ଦୁଃଖ ଅନୁଭବ କରିଥାନ୍ତେ ତାଠାରୁ କମ୍ ଦୁଃଖ ଅନୁଭବ କରୁ ନ ଥିଲେ ଶାନ୍ତନୁ। ଚନ୍ଦ୍ରାଅପାର ଅବସ୍ଥା ଦେଖି ଲୋପାମୁଦ୍ରା ମଧ୍ୟ ଦୂରେଇ ରହି ପାରି ନ ଥିଲା। ଏଇ କେତେଦିନ ଭିତରେ ଚନ୍ଦ୍ରାବତୀ ହୋଇଥିଲା ସମ୍ପୂର୍ଣ୍ଣ ସମସ୍ତଙ୍କର। ତେଣୁ ସମସ୍ତେ ବ୍ୟଥିତ ହେଉଥିଲେ ତା' ପାଇଁ। ଏଇ ସମାନ୍ୟ ଜର ହେବାପରେ ଚନ୍ଦ୍ରାବତୀ ଜାଣିଲା ଶାନ୍ତନୁଙ୍କ ପରିବାରର ସମସ୍ତେ ତାକୁ ଭଲ ପାଆନ୍ତି। ତା' ପାଇଁ ବ୍ୟସ୍ତ ହୁଅନ୍ତି। ରାସ୍ତା ଉପରେ ସେ ଅନେକ ଦିନ ବୁଲିଛି। ଅନେକ ମଣିଷଙ୍କର ଦେହର, ମନର କ୍ଷୁଧା ମେଣ୍ଟାଇଛି ହେଲେ କାହିଁ ଆଜିଯାଏ କେହି ତ ତା' ପାଇଁ ଏମିତି ବ୍ୟସ୍ତ ହେଉ ନ ଥିଲେ ଏଇମାତ୍ର ପ୍ରଥମ। ଭଲ ପାଇବା ମଣିଷ ମନର ଏକ ସୂକ୍ଷ୍ମ ପ୍ରବୃତ୍ତି। ଏ ପ୍ରବୃତ୍ତି କେତେବେଳେ କେଉଁ ଯୁକ୍ତି ନେଇ ଯେ ଚେଇଁ ଉଠେ ତାହା କହି ହେବ ନାହିଁ। ସମାନ୍ୟ କେତେଦିନର ମିଳାମିଶା ପରେ ସେ ଭଲ ପାଇଛି ଶାନ୍ତନୁଙ୍କ ପରିବାରର ସମସ୍ତଙ୍କୁ। ତେଣୁ ସମସ୍ତେ ମଧ୍ୟ ଭଲପାନ୍ତି ତାକୁ ସେଦିନ ବାଲି ତାଟିଆଟିଏ ହାତରେ ଧରି ଶାନ୍ତନୁଙ୍କ ପୂଝାରୀ କୋଠରୀ ଭିତରକୁ ପଶି ଆସୁ ଆସୁ କହିଲା ''ଚନ୍ଦ୍ରାଅପା ମ! ତମ ଭଳି ରୂପ ନେଇ ବାହା ନ ହୋଇଥିବା ଝିଅ ମୁଁ ଦେଖିନି-। ରାଇଜ ଯାକର କାଣୀ କୁଜୀ ଝିଅ ବାହା ହଉଛନ୍ତି ତୁମ ପାଇଁ କ'ଣ ବର ମିଳିଲା ନାହିଁ-? '' ପୂଝାରୀର ସରଳିଆ କଥା ଶୁଣି ଲାଜରେ ଝାଉଁଳି ପଡ଼ିଲା ଚନ୍ଦ୍ରାବତୀ। ଠିକ୍ ମନକୁ ଛୁଇଁଲା ପରି ପୂଝାରୀ କହିଥିଲା''ତୁମ ଦେହର ତାତି ଦେଖି ଭିଣୋଇ ବର୍ତ୍ତମାନ କି ବ୍ୟସ୍ତ ହେଇଥାନ୍ତେ କହିଲ? '' ଆହୁରି ଲାଜରା ହେଲା ଚନ୍ଦ୍ରାବତୀ ସତେ ଅବା ଚନ୍ଦ୍ରାବତୀ କହୁଥିଲା ଲାଜକୁଳୀ!